'' ନିଜକୁ ସଂଯତ କରିବାର ଚେଷ୍ଟା କରୁ କରୁ କହିଲା ବିଜୟା, "ମୋତେ ଅଳ୍ପ ସମୟ ପାଇଁ କ୍ଷମା କରନ୍ତୁ। '' କହି ଚେୟାର ଛାଡ଼ି ଛିଡ଼ା ହେଲା ସେ। ସେତେବେଳକୁ ରଞ୍ଜନ ଦୁଆର ଟପି ହଲ ଭିତରେ ପାଦ ରଖୁଥିଲା, ବିଜୟା ଦୃତ ଚିନ୍ତା କରୁ କରୁ ଧୀରେ ଆଗେଇ ଯାଉଥିଲା ତା' ଆଡ଼କୁ। ବିଜୟା ଉପରେ ରଞ୍ଜନର ଦୃଷ୍ଟି ପଡ଼ିବାକ୍ଷଣି ଚମକି ଉଠିଲା ସେ। ତା' ଆଡ଼କୁ ଚାହିଁ ମୁହୂର୍ତ୍ତକ ଲାଗି ବିସ୍ମୟ ବିମୂଢ଼ ହୋଇ ଥମକି ଠିଆ ହେଲା। ମୁହଁ ତା'ର ଶେଥା ପଡ଼ି ଯାଇଥିଲା। କିନ୍ତୁ ପରମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଇ ସେ ପ୍ରଥମେ ଆରମ୍ଭ କରି ଦେଲା। "ଆରେ ବିଜୀ ଯେ! ତମେ କେଉଁଦିନ? '' ରଞ୍ଜନର କଣ୍ଠରେ ନକଲ ବିସ୍ମୟ। ଘୃଣା ଆଉ ରାଗରେ ଜଳି ଉଠୁଥିଲା ବିଜୟାର ଅନ୍ତର। ନିଜକୁ ସଂଯତ କରୁ କରୁ ସେ ମଧ୍ୟ କହି ଉଠିଲା—ବିସ୍ମୟ ବିହ୍ଵଲ କଣ୍ଠରେ— "ଆରେ ରାଜୁ ଭାଇ ଯେ। '' ରଞ୍ଜନର ଡାକନାମ ରାଜୁ। "ତୀର୍ଥ କରିବା ଭଳି ସଦ୍ବୁଦ୍ଧି କେବେଠୁଁ ହେଲା ତମର? '' କହୁଁ କହୁଁ ଆଗେଇ ଯାଇ ରଞ୍ଜନକୁ ଘେନି ଆସିଲା ସେମାନେ ଯେଉଁ ଟେବୁଲ ପାଖରେ ବସିଥିଲେ ସେଇ ଟେବୁଲ ପାଖକୁ। ସଞ୍ଜୟ ସେଠି ଏକୁଟିଆଟି ହୋଇ ବସି ବିସ୍ମୟ ବିସ୍ଫାରିତ ଦୃଷ୍ଟିରେ ଚାହିଁରହିଥିଲା ବିଜୟା ଓ ରଞ୍ଜନ ଆଡ଼କୁ। "ଏ ହେଉଛନ୍ତି ଶ୍ରୀମାନ୍ ସଞ୍ଜୟ ମହାପାନ୍ତ୍ର ଏମ, ଏ ମୋର ବନ୍ଧୁ। '' ତା'ପରେ ରଞ୍ଜନ ଆଡ଼କୁ ଚାହିଁ—"ଏ ହେଉଚନ୍ତି ଶ୍ରୀମାନ୍ ରଞ୍ଜନ ରାୟ। ତୁଳସୀପୁର ଜମିଦାରଙ୍କର କନିଷ୍ଠ ପୁତ୍ର ଏବଂ ମୋର ଭାବୀ ଭଗିନୀପତି। '' ନାଟକୀୟ ଭଙ୍ଗିରେ ଏତିକି କହି ଅତି ସାବଧାନତା ସହକାରେ ବିଜୟା ରଞ୍ଜନର ଭାବାନ୍ତର ଲକ୍ଷ୍ୟ କରିବାକୁ ଲାଗିଲା। ବିଜୟା ରଞ୍ଜନକୁ ତା'ର ଭାବୀ ଭଗ୍ନୀପତି ରୂପେ ପରିଚିତ କରାଇ ଦେଲା ବେଳେ, କ୍ଷଣକ ଲାଗି ରଞ୍ଜନର ମୁହଁରେ ଫୁଟି ଉଠିଲା ବିସ୍ମୟ। ପର ମୁହୂର୍ତ୍ତରେ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା ସେ ମୁହଁ। ବିଜୟା ବୁଝିଲା ରଞ୍ଜନ ମୁହଁରେ ଆନନ୍ଦର ଏ ଉଜ୍ଜ୍ୱଳତା ତା'ର ଭାବୀ ଭଗ୍ନୀପତି ହେବାର ଗୌରବ ବହନ କରି ନାହିଁ। ବରଂ ବିଜୟା କଥାରେ ମନରୁ ତା'ର ମସ୍ତବଡ଼ ଦୁଶ୍ଚିନ୍ତା କଟି ଯାଇଛି। ସେ ଅତି ମାତ୍ରାରେ ଆନନ୍ଦିତ ହୋଏଚି ଯେ ବିଳାସପୁରରେ ଅତି ସାବଧାନତା ସହକାରେ ସେ ଯେଉଁ ପୈଶାଚିକ କର୍ମ ସମ୍ପନ୍ନ କରି ଆସିଚି ବିଜୟା ସେ ସମ୍ଵନ୍ଧରେ କିଛି ବି ଜାଣେ ନାହିଁ। ତା'ପରେ ରଞ୍ଜନର ଆନନ୍ଦୋଜ୍ଵଳ ମୁହଁ ଉପରେ ହଠାତ୍ ଘୋଟିଆସିଲା ଦୁଃଖ ଆଉ ଗାମ୍ଭୀର୍ଯ୍ୟର ଏକ କୃତ୍ରିମ ଆବରଣ। ବିଜୟା ବୁଝିଲା ବର୍ତ୍ତମାନ ଏ ନର ପିଶାଚ ଗାଁ ଖବର କହିବା ଛଳରେ ରଙ୍ଗ ଦେଇ ଅକୁଣ୍ଠିତ ଚିତ୍ତରେ ଚିତ୍ରି ବସିବ ସ୍ଵ-କୃତ ଦୁଷ୍କର୍ମର କରୁଣ କାହାଣୀ। ହୁଏତ ନିଜ ହାତରେ ଅଗ୍ନୀ—ସମାଧି ଦେଇଥିବା ପ୍ରେୟସୀ ମିନତୀ ଉଦ୍ଦେଶ୍ୟରେ ବର୍ତ୍ତମାନ ତା'ର ଗଣ୍ତବାହି ଝରି ପଡ଼ିବ ଧାର ଧାର ଅଶ୍ରୁ। ଅସହାୟା ବିଜୟାର ଦୁଃଖରେ ତା'ର ଛାତି ଥରାଇ ବାହାରି ଆସିବ ପଞ୍ଜରାଭେଦୀ ଦୀର୍ଘଶ୍ଵାସ। ରଞ୍ଜନର ଏ ଅଭିନୟ ବିଜୟା ସହି ପାରିବନି ହୁଏତ। ଫଳରେ ସେ ଜ୍ଞାନ ହରାଇ ବସିବ। ବିଜୟା ଚାହୁଁ ନ ଥିଲା ତା'ର ପ୍ରକୃତ ସ୍ଵରୂପ ନେଇ ରଞ୍ଜନକୁ ଏତେ ଶିଘ୍ର ଭେଟିବାକୁ। ଧୂର୍ତ୍ତ ରଞ୍ଜନକୁ ସମ୍ମୁଖ ସଂଗ୍ରାମରେ ଭେଟିବା ଭଳି ସାହାସ ନଥିଲା ବିଜୟାର।